ଏବଂ ଅଠର ଶହ ଅନେଶତ ମସିହାରେ ବ୍ରିଟେନ୍ ଏକ ନୂଆ ଓ ପରିବର୍ତ୍ତିତ ସୀମାରେଖାର ପ୍ରସ୍ତାବ ରଖିଲା। ଏହି ନୂଆ ମାନଚିତ୍ର ଓ ସୀମାରେଖା ଅନୁସାରେ ଲକ୍ତ୍‌ସାଙ୍ଗ୍ ପର୍ବତର ଦକ୍ଷିଣ ପାର୍ଶ୍ୱରେ ଥିବା ଲିଙ୍ଗ୍‌ଜି ତାଙ୍ଗ୍ ସମତଳଭୂମି ଭାରତୀୟ ସୀମାରେ ଓ ଲକ୍ତ୍‌ସାଙ୍ଗ୍ ପର୍ବତର ଉତ୍ତର ପାର୍ଶ୍ୱରେ ଥିବା ଅକ୍ସାଇ ଚୀନ୍ ଅଞ୍ଚଳ ଚୀନ୍ ଅଧୀନସ୍ଥ ବୋଲି କୁହାଗଲା। କାରାକୋରମ୍ ପର୍ବତମାଳା ଧାରରେ ଥିବା ଏହି ନୂଆ ସୀମାରେଖା ଦ୍ୱାରା ବ୍ରିଟିଶ୍‌ମାନଙ୍କ ସ୍ୱାର୍ଥ ସାଧିତ ହେଉଥିଲା। କାରାକୋରମ୍ ପର୍ବତ ଏକ ପ୍ରାକୃତିକ ସୀମାରେଖା ସଦୃଶ ଓ ନୂଆ ସୀମାରେଖା ଯୋଗୁଁ ବ୍ରିଟିଶ୍‌ମାନଙ୍କ ଦ୍ୱାରା ସିନ୍ଧୁ ନଦୀର ଉପତ୍ୟକା ଓ ଚୀନ୍‌ର ସୈନିକମାନଙ୍କ ଦ୍ୱାରା ତରିମ୍ ନଦୀର ଉପତ୍ୟକା ନିୟନ୍ତ୍ରିତ ହୋଇପାରିବ ଏବଂ ଯଦି ମଧ୍ୟ ଏସିଆ ପଟରୁ ଋଷ୍ ଆକ୍ରମଣ କରେ ତେବେ ତାହାର କଡ଼ା ଜବାବ ଦିଆଯାଇପାରିବ। ବ୍ରିଟିଶ୍‌ମାନେ ଏହାକୁ ମକାର୍ଟ୍‌ନେ ମ୍ୟାକ୍‌ଡନାଲ୍ଡ୍ ରେଖା ନାମରେ ଅଭିହିତ କରି ଅଠର ଶହ ଅନେଶତ ମସିହାରେ ସାର୍ କ୍ଲଡେ ମ୍ୟାକ୍‌ଡନାଲ୍ଡ୍‌ଙ୍କ ଲିଖିତ ଏକ ଚିଠି ସହିତ ଚୀନ୍‌ର ଅଧିକାରୀଙ୍କ ନିକଟକୁ ପଠାଇଲେ। ସେତେବେଳେ ଚୀନ୍‌ର ଶାସନ କରୁଥିବା ଚିଙ୍ଗ୍ ସରକାର କୌଣସି ପ୍ରତ୍ୟୁତ୍ତର ଦେଲା ନାହିଁ। ମୌନଂ ସମ୍ମତି ଲକ୍ଷଣମ୍ ନୀତିରେ ବ୍ରିଟିଶ୍‌ମାନେ ଏହାକୁ ଚୀନ୍‌ର ସ୍ୱୀକୃତି ଭାବେ ଗ୍ରହଣ କଲେ। ଯଦିଓ ଏହି ସମୟରେ କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ଚିହ୍ନଟ କରାଯାଇ ନ ଥିଲା, ଚୀନ୍ ଏଯାବତ୍ ଏହାକୁ ସର୍ବସମ୍ମତ ସୀମାରେଖା ବୋଲି କହିଆସୁଛି। ଉଭୟ ଆର୍ଦାଘ୍-ଜନ୍‌ସନ୍ ରେଖା ଓ ମକାର୍ଟ୍‌ନେ-ମ୍ୟାକ୍‌ଡନାଲ୍ଡ୍ ରେଖା ବ୍ରିଟେନ୍ ଦ୍ୱାରା ପ୍ରସ୍ତୁତ ଓ ମୁଦ୍ରିତ ଭାରତ ମାନଚିତ୍ରରେ ଅଙ୍କିତ ହେଉଥିଲା। ଉଣେଇଶ ଶହ ଆଠ ମସିହାରେ ବ୍ରିଟିଶ୍‌ମାନେ ମକାର୍ଟ୍‌ନେ ମ୍ୟାକ୍‌ଡନାଲ୍ଡ୍ ରେଖାକୁ ପ୍ରକୃତ ସୀମାରେଖା ବୋଲି ସ୍ୱୀକୃତି ଦେଲେ। ଉଣେଇଶ ଶହ ଏଗାର ମସିହା ବେଳକୁ ଚୀନରେ ଜିନ୍‌ହାଇ ବିପ୍ଳବ ମୁଣ୍ଡ ଟେକିଲା ଓ ଚୀନର କେନ୍ଦ୍ରୀୟ ସରକାର ଭୁଷୁଡ଼ି ପଡ଼ିଥିଲା।ଭାରତ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ୍‌ମାନେ ସରକାରୀ ମାନଚିତ୍ରରେ ଜନ୍‌ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣରେଖା ବୋଲି କହିବା ଆରମ୍ଭ କଲେ। କିନ୍ତୁ ବ୍ରିଟିଶ୍‌ମାନଙ୍କ ତରଫରୁ ଜନ୍‌ସନ୍ ରେଖା ଉପରେ କୌଣସି ଛାଉଣୀ ବା ଶିବିର ଗଠନ କରାଗଲା ନାହିଁ। ଉଣେଇଶ ଶହ ସତାଇଶ ମସିହା ବେଳକୁ ନିଜର ସୁବିଧାନୁସାରେ ବ୍ରିଟିଶ୍ ସେନା ପୁଣି କାରାକୋରମ୍ ପର୍ବତର ଦକ୍ଷିଣ ପଟକୁ ଚାଲିଯାଇଥିଲେ। ତଥାପି ମାନଚିତ୍ରରେ ଜନ୍‌ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣ ରେଖା ଭାବେ ପ୍ରଦର୍ଶିତ କରାଯାଉଥିଲା ଓ ଏହାର ପରିବର୍ତ୍ତନ କରାଗଲା ନାହିଁ। ଉଣେଇଶ ଶହ ସତର ମସିହାରୁ ଉଣେଇଶ ଶହ ତେତିଶ ମସିହା ପର୍ଯ୍ୟନ୍ତ ଚୀନ୍ ସରକାରଙ୍କ ଦ୍ୱାରା ପେକିଂରେ ପ୍ରକାଶିତ ପୋଷ୍ଟାଲ୍ ଏଟ୍‌ଲାସ୍ ଅଫ୍ ଚାଇନା ରେ ଜନ୍‌ସନ୍ ରେଖାକୁ ଯାହାକି କୁନ୍‌ଲୁନ୍ ପର୍ବତର ଧାରରେ ଅକ୍ସାଇ ଚୀନର ସୀମା ନିର୍ଦ୍ଧାରଣ କରେ ପ୍ରକୃତ ନିୟନ୍ତ୍ରଣ ରେଖା ବୋଲି କୁହାଗଲା। ପେକିଂ ବିଶ୍ୱବିଦ୍ୟାଳୟ ଏଟ୍‌ଲାସ୍ ରେ ମଧ୍ୟ ଅକ୍ସାଇ ଚୀନ୍ ଭାରତର ଅଂଶ ବୋଲି ଦର୍ଶାଯାଇଥିଲା। ଉଣେଇଶ ଶହ ଚାଳିଶରୁ ଉଣେଇଶ ଶହ ଏକଚାଳିଶ ମସିହା ବେଳକୁ ଋଷ୍‌ର ଅଧିକାରୀମାନେ ଜିନ୍‌ଜିଆଙ୍ଗ୍‌ର ଜଣେ ବିପ୍ଳବୀ ସର୍ଦ୍ଦାର ଶେଙ୍ଗ୍ ଶିକାଇଙ୍କ ପାଇଁ ଅକ୍ସାଇ ଚୀନ୍ ଅଞ୍ଚଳର ସର୍ବେକ୍ଷଣ ଆରମ୍ଭ କଲେ। ବ୍ରିଟିଶ୍‌ମାନଙ୍କୁ ଏହି ଖବର ମିଳିବା ପରେ ସେମାନେ ଜନ୍‌ସନ୍ ରେଖାକୁ ପ୍ରକୃତ ନିୟନ୍ତ୍ରଣ ରେଖା ବୋଲି କହିଲେ। କିନ୍ତୁ ତେବେ ମଧ୍ୟ ବ୍ରିଟିଶ୍ ସେନା ଅକ୍ସାଇ ଚୀନର ସୀମାରେଖା ପାର୍ଶ୍ୱରେ କୌଣସି ଛାଉଣୀ ଗଠନ କଲେ ନାହିଁ ବା ଚୀନ୍ ଓ ତିବ୍ଦତର ସରକାରଙ୍କ ସହିତ ଏହି ସୀମା ନିର୍ଦ୍ଧାରଣ ବିଷୟରେ କୌଣସି ଆଲୋଚନା କଲେ ନାହିଁ। ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ଏହି ସୀମାରେଖା ଅନିର୍ଦ୍ଦିଷ୍ଟ ହୋଇ ରହିଥିଲା। ଉଣେଇଶ ଶହ ସତଚାଳିଶ ମସିହାରେ ବ୍ରିଟିଶ୍ ଅଧୀନରୁ ଭାରତ ସ୍ୱାଧୀନ ହେଲା। ସ୍ୱାଧୀନ ଭାରତର ସରକାର ପୂର୍ବରୁ ବ୍ୟବହୃତ ଜନ୍‌ସନ୍ ରେଖାକୁ ନିୟନ୍ତ୍ରଣ ରେଖା ଭାବେ ବିବେଚିତ କରି ଓ ପଶ୍ଚିମ ପଟରେ ଅକ୍ସାଇ ଚୀନ୍‌କୁ ଭାରତର ଅଂଶ ବୋଲି ଅଭିହିତ କରିଥିଲେ। ଅକ୍ସାଇ ଚୀନ୍‌ର ଉତ୍ତରାଂଶରେ ଥିବା ଶାହିଦୁଲ୍ଲା ଓ ଖୋଟାନ୍ ଉପରେ କିନ୍ତୁ ଭାରତ ସରକାର କୌଣସି ଦାବି ଉପସ୍ଥାପନ କଲେ ନାହିଁ। ଏହି ସବୁ ଅଞ୍ଚଳକୁ ଭାରତର ସୀମା ମଧ୍ୟରେ ଦର୍ଶାଇଥିବାରୁ ଜନ୍‌ସନ୍‌ଙ୍କୁ କଠୋର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଭାରତ ଦାବି କରୁଥିବା ସୀମାରେଖା ନିର୍ବିବାଦୀୟ କାରାକୋରମ୍ ଗିରିପଥରୁ କାରାକୋରମ୍ ପର୍ବତର ଉତ୍ତର ପୂର୍ବ ପଟ ପର୍ଯ୍ୟନ୍ତ।